ପରିବର୍ତ୍ତନ ପାଇଁ ଚେଷ୍ଟା କରୁଥିବାରୁ ସେ ପ୍ରଶଂସାର ପାତ୍ର; କିନ୍ତୁ ତାଙ୍କର ନେତୃତ୍ୱ ପ୍ରମାଣିତ ହେବାକୁ ଆହୁରି ବହୁତ କିଛି ବାକି ଅଛି। ସୋମବାର ସପ୍ତାହାନ୍ତ ବିଚାର, ରାଜନୈତିକ ଲଘୁଚାପ ଓ ଝଡ଼ ଗତ ମାର୍ଚ୍ଚ ମାସ ମଧ୍ୟଭାଗରୁ ଜନ-କଂଗ୍ରେସ ଓ ସ୍ୱତନ୍ତ୍ର ଦଳ ଭିତରେ ଲଘୁଚାପ ହେତୁ ଯେଉଁ ଝଡ଼ ସୃଷ୍ଟି ହୋଇଥିଲା ଓ ଯେଉଁଥିରେ ଓଡ଼ିଶାର ରାଜନୈତିକ ସ୍ଥିତି କିଛିଦିନ ପାଇଁ ଦୋହଲିଥିଲା, ତାହା ଗତ ସପ୍ତାହରେ ସମାପ୍ତ ହୋଇଯାଇଛି। ବଙ୍ଗୋପସାଗରର କୂଳରେ ଅବସ୍ଥିତ ପଶ୍ଚିମବଙ୍ଗରେ ସେଠାରେ ମିଳିତ ସାମ୍ମୁଖ୍ୟ ଭିତରେ ଲଘୁଚାପ ସୃଷ୍ଟି ହୋଇ ଯେଉଁ ପ୍ରବଳ ଝଡ଼ ହେଲା, ସେଥିରେ ସେଠାରେ ପ୍ରତିନିଧିମୂଳକ ଶାସନ କୁଆଡ଼େ ଉଡ଼ିଗଲା ଓ ତାହା ସ୍ଥାନରେ ରାଷ୍ଟ୍ରପତି ଶାସନ ଜାରି ହେଲା। ଓଡ଼ିଶାରେ ଯେଉଁ ଝଡ଼ ଆରମ୍ଭ ହୋଇଥିଲା, ସେଥିରେ ମିଳିତ ମନ୍ତ୍ରିମଣ୍ଡଳ ଭୁଷୁଡ଼ି ପଡ଼ିବା ନିଶ୍ଚିତ ବୋଲି କେତେକ ମନେକଲେ। ସରକାରୀ ଅଫିସମାନଙ୍କରେ ଦିନାକେତେ ଏହି ଚାପ ଚାଲିଲା। ପ୍ରେସ ପ୍ରତିନିଧିମାନେ ଏହି ସମ୍ବାଦ ସଂଗ୍ରହ କରିବାରେ ବ୍ୟସ୍ତ ରହିଲେ। ବିକଳ୍ପ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହେବାର ସ୍ୱପ୍ନ ଯେ କେତେକ ଦେଖିଲେ ତାହା ନୁହେଁ, ଜଣେ ଯାଇ କଟକର ଏକ ବିଶିଷ୍ଟ ଦରଜି ଦୋକାନରେ ପୋଷାକ ମଧ୍ୟ ତିଆରି କରାଇଲେ। ଯାହାହେଉ ମିଳିତ ଦଳରୁ ଲଘୁଚାପ ଅପସରି ଯାଇ କଂଗ୍ରେସ ଦଳ ଭିତରେ ପ୍ରବେଶ କଲା। ସେଠି ଝଡ଼ ସୃଷ୍ଟି ହେଲା। ତାହାର ଅବସାନ ବର୍ତ୍ତମାନ ସୁଦ୍ଧା ହୋଇନାହିଁ। ଶୁଣାଯାଉଛି ଆସନ୍ତା ତା ତାରିଖ ବେଳକୁ ଯାହା କିଛି ହେବାର ହୋଇଯିବ। ରାଜନୈତିକ ଦଳ ଭିତରେ ଏହି ଯେଉଁ ଲଘୁଚାପ ଘଟୁଛି ତାହାର କାରଣ ବୈଜ୍ଞାନିକ ପ୍ରଣାଳୀରେ ବିଶ୍ଳେଷଣ କରି ତାକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ। କୌଣସି ଗୋଟିଏ କାରଣରୁ ଯେ ସବୁ ଦଳରେ ବିଭ୍ରାଟ ଘଟୁଛି, ତାହା ନୁହେଁ। ବିଭିନ୍ନ କାରଣରୁ ଦଳ ଭିତରେ ସଂକଟ ଦେଖାଦିଏ। ଯେଉଁଠି ରାଜନୀତି ପରିପକ୍ୱ ଅବସ୍ଥାକୁ ଆସିଲାଣି, ସେଠି ସଂକଟର ଅବସାନ ପରେ ତା'ର କାରଣ ଅନୁସନ୍ଧାନ କରି ଭବିଷ୍ୟତ ପାଇଁ ବ୍ୟବସ୍ଥା କରାଯାଏ; କିନ୍ତୁ ଯେଉଁଠି ରାଜନୀତି ଅପରିପକ୍ୱ ଅବସ୍ଥାରେ ଅଛି ସେଠି ''ଚକେ ଗଲେ ବାରହାତ'' ନୀତିରେ ସଂକଟ ପାର ହୋଇଗଲେ ଆଉ ସେ କଥାର ବିଚାର ବା ଚିନ୍ତା କରାଯାଏ ନାହିଁ। ଏ ମଧ୍ୟ ଭବିଷ୍ୟତରେ ଉତ୍କଟତର ସଂକଟର କାରଣ ହୁଏ। ମିଳିତ ଦଳ ବା ଯୁକ୍ତଫ୍ରଣ୍ଟ ଭିତରେ ସଂକଟର କାରଣ ହୁଏ ଦଳମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ହେତୁ ପରସ୍ପର ସନ୍ଦେହ ଓ ଦୋଷାରୋପ। ଓଡ଼ିଶାରେ ଏହି କାରଣ ହେତୁ ଲଘୁଚାପ ଆରମ୍ଭ ହୋଇଥିଲା; କିନ୍ତୁ ଅନ୍ୟ କାରଣ ହେତୁ ଝଡ଼ର ଗତି ଅନ୍ୟ ଦିଗରେ ଚାଲିଯିବାରୁ ଦୁଇଟି ଦଳ ଭିତରେ ବୁଝାମଣା ପୁଣି ଦୃଢ଼ ହୋଇଥିଲା। ଆରମ୍ଭ ହେଲା ସ୍ୱତନ୍ତ୍ର ଦଳ ପ୍ରତି ଜନକଂଗ୍ରେସର ସନ୍ଦେହ ହେତୁ। ଏହାର ସୁବିଧା ନେବାପାଇଁ ଚେଷ୍ଟା କଲେ କଂଗ୍ରେସ ନେତୃତ୍ୱରେ ଅନ୍ୟ ଦଳମାନେ। ଫଳରେ ସ୍ୱତନ୍ତ୍ର ଓ ଜନକଂଗ୍ରେସ ସବୁକଥା ଭୁଲିଯାଇ ଏକାଠି ହେଲେ ଓ କଂଗ୍ରେସ ଦଳ ଭିତରେ ବିବାଦ ହେତୁ ଅନ୍ୟ ଦଳମାନେ ମଧ୍ୟ ଅଡ଼ୁଆରେ ପଡ଼ିଗଲେ। ଏଥିରୁ ଏତିକି ସ୍ପଷ୍ଟ ହେଉଛି ଯେ ମିଳିତ ଦଳ ଭିତରେ ପରସ୍ପର ସନ୍ଦେହ ଓ ଦୋଷାରୋପ ପାଇଁ ଅବକାଶ ନ ଦେବା। ଏଥିପାଇଁ ଏକାନ୍ତ ଦୀର୍ଘ ଆଲୋଚନା ଆବଶ୍ୟକ। କେବଳ ଏତିକି ଯେ ଆବଶ୍ୟକ ତାହା ନୁହେଁ। ନିର୍ବାଚିତ ପ୍ରତିନିଧିମାନଙ୍କ ଉପରେ ବାହାରର ଭୋଟଦାତା ଓ ନିର୍ବାଚନ ମଣ୍ଡଳୀର